ଉଠିଲେ ମଧ୍ୟ ଏତେ ଛୋଟ କଥାଟିଏ ହେବ ଯେ ତା'କୁ ନେଇ କବିତାରେ ଛନ୍ଦି ନିଜକୁ ବୁଦ୍ଧିହୀନ ବୋଲି କେହି ପ୍ରମାଣ କରିବ ନାହିଁ। ଏବେ ସେଇ କଥା କବି ମାନସ ଦାସ ଲେଖୁଛନ୍ତି। ଇଏ ଏକ ସରସ କବିତା ଯେଉଁଥିରେ ପଡ଼ିଅଛି ଲକ୍ଷେ ଗାର ଅଣ୍ତର ଲାଇନ୍ ଅଣ୍ତର ଲାଇନ୍ ଜେନେରାଲ ମିଟିଂରେ ପିଲାଟିଏ ଝିଅଟିର ବ୍ଲାଉସ୍ ଖୋଲିଲା ଆଉ ଝିଅଟି ପ୍ରତିବାଦ କରି ଖାଲି ହସି ଦେଲା। ଏହି ତିନୋଟି ଉଦ୍ଧୃତାଂଶର କବି କେବେ କ'ଣ ଭକ୍ତିମିଶା ଶୃଙ୍ଗାର ବା ଶୃଙ୍ଗାରମଖା ଭକ୍ତିର ଗୀତ ଲେଖିପାରିବେ? ଆଉ ମଧ୍ୟ ଏକା ବୟସର ଓ ଏକାପରି ଶିକ୍ଷାର ଅଧିକାରୀ ହେଲେ ମଧ୍ୟ ଜଣେ ଆଉ ଜଣକ ପରି ଲେଖି ପାରିବ ନାହିଁ। ଆମର ଚଳିବାପାଇଁ ଶଦ୍ଦର ସଂଖ୍ୟା କେତେ ବଢ଼ିଛି ଅବା କମିଛି ଏହି ତିନୋଟି ଉଦ୍ଧୃତାଂଶରୁ ଭଲ ବୁଝିହବ। ଜୀବନର ପରିସର ନ ବଢ଼ିଲେ ଆମର ଶଦ୍ଦ ବିଭବ ବଢ଼ିବ ନାହିଁ। ଖାଲି ଶଦ୍ଦଗୁଡ଼ିଏ ଆମଦାନୀ ହେଇଗଲେ ମଧ୍ୟ ହେଇଯିବ ନାହିଁ। ତାକୁ ବ୍ୟବହାର କରି କାର୍ଯ୍ୟକାରୀ ପର୍ଯ୍ୟାୟରେ ରଖିବାକୁ ମୁଖସ୍ଥ ହେବା ଯାଏ ଅନେକ ଲୋକଙ୍କର ସେଠି ହାତ ଅଛି। ତେଣୁ। ସମୃଦ୍ଧି, ଅଭିବୃଦ୍ଧି ବା ନିଷ୍ଫଳତା ବ୍ୟର୍ଥତାର ଝଡ଼ ଝଙ୍କାର ନ ଆସିଲେ ଗଦ୍ୟର ଅର୍ଥ, ଅର୍ଥାନ୍ତର ଓ ବିବିଧ କୋମଳ କର୍କଶ ଭାବ ମଞ୍ଜୁରି ପାଇବ ନାହିଁ। ଏବେ ଶିକ୍ଷିତ ଜିଲାମାନଙ୍କର ଓଡ଼ିଆ ଗାଁରେ ସାଧାରଣ ଲୋକ ପ୍ରାୟ ତିନିଶହ ଶଦ୍ଦରେ ଅଧିକାଂଶ କାମ ଚଳାଉଛି। ରାଜନୀତିକ ଆଲୋଚନା ପାଇଁ ଆଉ ଦୁଇଶହ ଶଦ୍ଦକୁ କାମରେ ଲଗାଉଛି। କିନ୍ତୁ ଆମର ଓଡ଼ିଆ ସାହିତ୍ୟ ସେହି ପାଠକମାନଙ୍କର ଶଦ୍ଦବିଭବ ବିଷୟରେ ସଂପୂର୍ଣ୍ଣ ଅବହିତ ନ ରହି ପାରିବାରୁ ତାହାର ଭାବତରଙ୍ଗ ସେଠି ବୃଥା ହେଇଯାଉଛି। ଲେଖକ କହୁଛି ଯେ ପ୍ରୀତିଟା ଟଙ୍କା ପଇସାର ସମ୍ୱନ୍ଧ-ଏଥିରେ ହୃଦୟ ନିମିତ୍ତ ମାତ୍ର। ଏହି ଯୁକ୍ତି ସହରଠାରୁ ଦଶକୋଶ ଘୁଞ୍ଚିଗଲେ ଓଲଟି ଗଲା। ତେଣୁ ସହରିଆ ପ୍ରୀତିର ଚିତ୍ର ଗୋଟିଏ ଛୋଟ ଚକଡ଼ାରେ ଠିକ୍ ହେଲେ ହେଇପାରେ। ଆମେ ସହରରେ କହୁଛୁ ଯେ ପ୍ରୀତିର ଅର୍ଥ ଅନେକ ଉପାୟରେ ବସି ବସି ଭାବିବା। ନିଜର ଗଭୀର ଚିନ୍ତାରେ ଥରକୁ ଥର ଯାଇ ପ୍ରଣୟିନୀର ମନ ମନ୍ଦିରରେ ଠକ୍ ଠକ୍ କରିବା। ଏହି ଧାରାଟି ମଧ୍ୟ ସାର୍ବଜନୀନ ହୋଇ ପାରୁନାହିଁ। କାରଣ ଏମିତି ଲଗାମ ଛଡ଼ା ଚିନ୍ତାର ସଉକ କରିବା ପାଇଁ ରହିବା ଖାଇବାର ସୁବିଧା ଛଡ଼ା ଚା'କଫି ସିଗାରେଟ୍ ବା ଅନ୍ୟ ପ୍ରକାରର ନିଶା ମଧ୍ୟ ଦରକାର। ନାରୀ ଓ ପୁରୁଷର ସମ୍ୱନ୍ଧ ଏମିତି ସାର୍ବଜନୀନ ଓ ସର୍ବଜନ ସମର୍ଥିତ ହେଲେ ମଧ୍ୟ ଏହା ବିଭିନ୍ନ ଯାଗାରେ ବିଭିନ୍ନ ହୋଇଯାଉଛି। ତରୁଣୀ ଆଗରେ ତରୁଣ ପ୍ରଶ୍ନ କରୁଛି। ପଡ଼ି ଯିବି କି ଆଉ? ଠେସ ଦେବି କି ଆଉ? ଉତ୍ତର ପାଇ ସେ ମନେ ପକାଉଛି ଯେ ସେ ଜନ୍ମ ହେଲାବେଳେ ଯେଉଁ ଯୁଗ ଚାଲିଥିଲା ସେଇଟା ଥିଲା ଭଲ। ସେଠି ଉତ୍ତର ନଥିଲା-ଖାଲି ଥିଲା ପ୍ରଶ୍ନ। ସାହିତ୍ୟିକ ଲକ୍ଷ୍ମୀନାରାୟଣ ସାହୁଙ୍କ ଭାଷାରେ ପ୍ରକାଶିତ ପ୍ରଶ୍ନ ଥିଲା? ଆଲୋ, ଦବୁ ନାହିଁ? ଏହାର ଉତ୍ତର ଥିଲା ପଳାଇବା କିମ୍ୱା ମୌନତାରେ ସମ୍ମତି ଜଣାଇବା। ଏଥିରେ ବୁଝାଉଛି ଯେ ପ୍ରେମ ଖାଲି ଦେହର। ଏହା ସହିତ ମନର ବହୁଧା ଓ ବହୁବିସ୍ତାରିତ କାମନା ଅଳ୍ପ। ଦେଇ ନେଇ ସାମୟିକ ସମର୍ଥନରେ ଓ ସାଫଲ୍ୟରେ ଇତିଶ୍ରୀ। ଆଉ ପରେ ବସି